ମୋତେ ଯାହା ପ୍ରଶ୍ନ। ପଚାରିଥିଲୁ ସେ ତା'ର ଉତ୍ତର। ଝିଅ କ'ଣ କହୁଛି ଶୁଣିଯା-। ଲତାଦିଦି କାହିଁକି ଚଷମା ଦେଇଥିଲେ ଜାଣିଛୁ ବୋଉ? ଏଃ, ଯାହା କହୁଛୁ ଧୀରେ ଧୀରେ କହ। ମନ୍ତ୍ରୀଙ୍କୁ ଦେଖି ଲତାଦିଦିଙ୍କର କ'ଣ ହେଲା କେଜାଣି ଖାଲି କାନ୍ଦୁଥିଲେ; ଆଉ ସେଇ ଚଷମା ତଳେ ଲୁହକୁ ଲୁଚେଇବାକୁ ଚେଷ୍ଟା କରୁଥିଲେ। ଆଉ ଯେତେବେଳେ ନାଆଁ ଡାକି ସାରି ଷ୍ଟେଜ୍ରୁ ଆସିଲେ ନା ଖାଲି ପିଲାଙ୍କ ପରି ପରା କଇଁ କଇଁ ହୋଇ କାନ୍ଦିଲେ। ତୁ କେମିତି ଜାଣିଲୁ? ଦିଦିମାନେ କୁହାକୁହି ହେଉଥିଲେ ଶୁଣିଲି। ମନ୍ତ୍ରୀ ଚାଲିଗଲା ଲେକେ ଯାହା କହୁଛନ୍ତି ନା "ଚୁପ୍ ଚୁପ୍" ମୋ' ସ୍ତ୍ରୀ ତାଗିଦ୍ କଲେ। ତା'ପରେ ଆଉ କିଛି ଶୁଣି ହେଲା ନାହିଁ। ରାମହରି ମୋତେ ପଚାରିଲା-ତୋ ଝିଅ କ'ଣ ଗାର୍ଲସ ସ୍କୁଲରେ ପଢ଼େ? ହଁ, ଦଶମ ଶ୍ରେଣୀରେ ପଢ଼ୁଛି। ତୁ ତ ତାକୁ ପ୍ରାଇଜ୍ ଦେଇଛୁ ଆଜି। ସେ କ୍ଲାସରେ ଫାଷ୍ଟ ହୁଏ। ରହ, ମୁଁ ତାକୁ ଡାକୁଛି ଦେଖିବୁ। ନା, ଏବେ ଥାଉ। ପିଲଟା ଏବେ ଫେରିଛି। ଖାଇପିଇ ଶୋଉ। କାଲି ସକାଳେ ତାକୁ ଦେଖିବି। ତା'ପରେ ମୁଁ ଲତା ବିଷୟରେ କିଛି ଜାଣେ କି ନା ସେ ବିଷୟରେ ମୋତେ ପଚାରିଲା। ମୁଁ ଯାହା ଜାଣିଥିଲି କହିଲି। ସେ ଏକ ଦୀର୍ଘଶ୍ଵାସ ପକାଇ କହିଲା-ସେ ତା'ହେଲେ ଅବିବାହିତା ରହିଗଲା? ମୁଁ ପଚାରିଲି-କିନ୍ତୁ ସେ ତୋତେ ଦେଖି କାନ୍ଦିଲା କାହିଁକି? -ତା' ନକରି ସେ ଆଉ କ'ଣ କରିପାରିଥାନ୍ତା। ଅନି? ମୁଁ ଯେ ତା' ସ୍ଵପ୍ନର ଖେଳଘର ଭାଙ୍ଗି ଦେଇଥିଲି। ମୁଁ ତୋ' କଥା କିଛି ବୁଝିପାରୁନି। ସେ ନିଜକଥା ରଖି ଏ ଯାଏ ବିଭାହେଲାନି, ତା'ପକ୍ଷରେ ଏ କ'ଣ ଏକ ସାମାନ୍ୟ ତ୍ୟାଗ-? ହେଲେ ମୁଁ? ମୁଁ ଯେବେ ଜାଣିଥାନ୍ତି ସେ ଏଠାରେ ଅଛି ତା'ହେଲେ ଏ ବ୍ଲକକୁ ଆସି ନଥାନ୍ତି-। ଆଜି ମୁଁ ଯେମିତି ଅନୁଭବ କରୁଛୁ ମୋର ସବୁ ମାନ ସମ୍ମାନ, ଲୋକପ୍ରିୟତା, ସଚ୍ଚୋଟତା ବଡ଼ପଣିଆ ସବୁ ଧୂଳିସାତ୍ ହୋଇଯାଇଛି। ତୋ' ଝିଅଠାରୁ ଶୁଣିଲୁ ତ ସବୁ କଥା। କାଲି ଏ କଥା ଚାରିଆଡ଼େ ରାଷ୍ଟ୍ର ହୋଇଯିବ-ଖେଳିଯିବ ଗଡ଼ିଯାଉଥିବା ପାଣି ପରି। କହିଲୁ-ଏହାପରେ ସମାଜରେ ମୋର ସ୍ଥିତି କ'ଣ ହେବ? ଯେଉଁ ଆଦର୍ଶ, ଯେଉଁ ସାଧୁତା, ଯେଉଁ ସଚ୍ଚୋଟପଣିଆ ପାଇଁ ମୋର ଏତେ ଲୋକପ୍ରିୟତା ସେ ସବୁର ଆଉ ଅର୍ଥ କ'ଣ? ତା'ର ମୂଲ୍ୟ କ'ଣ? ଲୋକେ କ'ଣ କହିବେ? 'ରାଜନୈତିକ ଜୀବନରେ ଅନେକ ଘଟଣା ଦୁର୍ଘଟଣା ହୋଇଯାଏ ଓ ଅନେକ ଦୁର୍ଘଟଣା ବି ଘଟଣାର ରୂପ ନିଏ। ଇଏ ବା କି କଥା ଯେ ଏଥିରେ ବ୍ୟସ୍ତ ହେବାର କ'ଣ ଅଛି? -ମୁଁ ତାକୁ ଆଶ୍ଵାସନା ଦେଉଥିଲି। ସେ କିନ୍ତୁ ସଙ୍ଗେ ସଙ୍ଗେ ତା'ର ପ୍ରତିକ୍ରିୟା ପ୍ରକାଶ କଲା- 'ମୁଁ ସେମିତି ରାଜନୀତି କରିବାକୁ ଚାହେଁନା ଅନିରୁଦ୍ଧ। ଯେଉଁ ରାଜନୀତିରେ ଅସତ୍ୟ ସତ୍ୟ ହୋଇଯାଏ, ଅନ୍ୟାୟ ନ୍ୟାୟ ହୋଇଯାଏ, ପାପ ପୁଣ୍ୟ ହୋଇଯାଏ, କ୍ଷମତାର ପ୍ରଭାବରେ ମୁଁ ସେମିତି ରାଜନୀତି କରିବାକୁ ଚାହେଁନା। ସତ୍ୟ ହିଁ ସତ୍ୟ। କ୍ଷମତାର ଶକ୍ତି କଳଙ୍କକୁ ପୋଛି ଦେଇ ପାରେନା ଅନିରୁଦ୍ଧ, କଳଙ୍କ କେବଳ ପ୍ରକୃତି ପ୍ରାୟଶ୍ଚିତରେ ଧୋଇ ହୋଇ ଯାଇପାରେ, ଅନ୍ୟଥା ନୁହେଁ। ମନୁଷ୍ୟ ଜୀବନରେ ମାନବିକତା ହିଁ ବଡ଼-ରାଜନୀତି ନୁହେଁ। ସେଦିନ ରାମହରି ଭଲରେ ଖାଇ ନଥିଲା କି ଶୋଇ ନଥିଲା। ସେ ଯିବାପରେ ମୁଁ ସବୁଦିନ ଖବର କାଗଜକୁ ଉତ୍ସୁକ ହୋଇ ଚାହିଁ ରହିଥାଏ-ରାମହରିର ଗସ୍ତ ବିବରଣୀ ପ୍ରକାଶ ପାଇବ-ହୁଏତ ସେଥିରେ ମୋ' କଥା କିଛି ରହିବ, ମାନେ ମନ୍ତ୍ରୀ ଡାକବଙ୍ଗଳାରେ ନରହି ତାଙ୍କ ବନ୍ଧୁ ଅନିରୁଦ୍ଧଙ୍କ ଆତିଥ୍ୟ ଗ୍ରହଣ କଲେ। କିନ୍ତୁ ଏ କ'ଣ? ଖବର କାଗଜରେ ପ୍ରଥମ ପୃଷ୍ଠାରେ ବାହାରିଛି-"ଓଡ଼ିଶାର ମାନଗଣ୍ୟ ଲୋକପ୍ରିୟ ନେତା, ଅମୁକ ବିଭାଗର ମନ୍ତ୍ରୀ ରାମହରି ସାମନ୍ତରାୟ ବ୍ୟକ୍ତିଗତ କାରଣରୁ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ନ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାର ବାର ଅନୁରୋଧକୁ ସେ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। " ରାଧି ମୁଁ କେଦାର-ଗୌରୀ ପାର୍କର ଅପରାହ୍ନକୁ ଉପଭୋଗ କରୁଥିଲି ସେଦିନ। ସିମେଣ୍ଟ ଚେୟାର ଉପରେ ବସି ରାଧାନାଥ ରାୟଙ୍କ କେଦାର-ଗୌରୀ କାବ୍ୟର କରୁଣ ସ୍ମୃତିକୁ ଶଙ୍ଖୋଳି ବସିଥିଲି ମନ ଭିତରେ। ପ୍ରେମ ପାଗଳ କେଦାର ପ୍ରାଣପ୍ରିୟା ଗୌରୀଠାରୁ ବିଚ୍ଛିନ୍ନ ହୋଇ ବଞ୍ଚି ରହିବା ନିରର୍ଥକ ମଣି ଆତ୍ମବିସର୍ଜନ କରିଥିଲା।